ମୁଁ ଚିଠି ଲେଖୁଥାଏ। ସେ ମୋଆଡ଼କୁ ଝୁଙ୍କି ପଡ଼ି ବେଳେ ବେଳେ ମୋ ଉପରେ ଲଦି ହେଇ ମୋର ଲେଖାର ହରପ୍ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବାରେ ଲାଗିଯାଏ। ସେ ହଠାତ୍ ସ୍ୱର୍ଗତ ଭଙ୍ଗୀରେ କହି ଉଠିଲା, "ମୁଁ ଦିନମାନ ପ୍ରାୟ ଓପାସ ରହିଛି ବୋଲି ତମକୁ ଯଦି କୁହେ, ତମେ ହୁଏ ତ ବିଶ୍ୱାସ କରିବନି। ରୁଟିର ଚିରୁଆଟିଏ ହେଲେ ମୁଁ ଆଜି ପାଟିରେ ଦେଇନି। ତମେ କେବେ ଫେରି ଆସିବ ପ୍ରିୟ! " ମହିଳାର କେଶ ଗୁଚ୍ଛର ତୀବ୍ର ସୁଗନ୍ଧରେ ମୁଁ ଉନ୍ମାଦନାରେ ଉତ୍ତପ୍ତ ହୋଇ ଉଠୁଥାଏ। ତା ପରେ ମୋର ବାହୁରେ ସେହି ସୁନ୍ଦରୀ ନାରୀର ସ୍ପର୍ଶ। ସବୁକଥା ସେ ଦେଖି ପାରୁଥାଏ। ଆଖିରେ ତାର ଉଜ୍ଜ୍ୱଳ କୌତୁକର ମାୟା। ମହିଳାଟି ଅକସ୍ମାତ୍ ଏକ ରୁଦ୍ଧ ଚିତ୍କାର କରି ଉଠିଲା। "ଓଃ। " ସେ ବ୍ୟଥା ମିଶ୍ରିତ କ୍ଷୀଣ କଣ୍ଠରେ କହିଲା, "ମୁଁ ପୁଣି ସେଇ ରୋଗ କବଳରେ ପଡ଼ିଲି। " "କଣ ହେଲା ଏମିତି–କଣ, କଣ ଘଟିଲା ସତେ? " "ଓଃ... ଉ ଉ ଉ ଉ ଉ ଉ ଉଃ... ଉ ଉ ଉ ଉ ଉ ଉ ଉଃ! " ମୁଁ ତା' ଦେହରୁ ହାତ ଉଠେଇ ଆଣିଲି। ତାର ନିଜର ଦୋଟିଯାକ ହାତ ମୋ ଦେହର ଦୁଇ ପାଖରେ ଝୁଲି ପଡ଼ିଲା ଏବଂ ତାର ସାରା ଦେହ ବ୍ୟଥାରେ ଭରି ଉଠିଲା। "ଉ ଉ ଉ ଉ ଉ ଉ ଉଃ। " ପୁଣି ଥରେ ଚିତ୍କାର କରି ସେ ମୋର ବିଛଣା ଉପରେ ଚିତ୍ ହେଇ ମୂର୍ଚ୍ଛା ଚାଲିଗଲା। ମୁଁ ତା' ଉପରେ ଢଳି ପଡ଼ିଲି। କଣ କରିବାକୁ ଯାଉଛି ତାହା ଥରେ ଚିନ୍ତା ନ କରି ମହିଳାର ବାହୁ ଦିଟାକୁ ଜୋର ଚାପିଧରି ପଚାରିଲି, "ଅଜିଜା, ତମର ଇଏ କଣ ହେଲା ମତେ କୁହ.. ଡାକ୍ତର ଡାକିବି? " ଅବଶ୍ୟ ଏଭଳି ଅବସ୍ଥାରେ ଏତେ ଚଞ୍ଚଳ ଡାକ୍ତର ପାଇବା କଷ୍ଟକର। କିନ୍ତୁ ଡାକ୍ତର ଡାକିବାର ସେତେ ଆବଶ୍ୟକତା ଅଛି ବୋଲି ମୁଁ ନିଜେ ମଧ୍ୟ କିପରି ଉପଲବ୍ଧି କରି ପାରିଲି ନି। "ନାଇଁ! " ମହିଳାର ବ୍ୟଥା ମିଶ୍ରିତ ସ୍ଵର। ଗିଲାସେ ପାଣି ଦିଅ... ଦୟାକରି। " ପାଣି ଆଣିବାକୁ ଘରୁ ବାହାରି ଯାଉ ଯାଉ ମହିଳାର ଚଟି ଯୋଡ଼ାକରେ ମୁଁ ଝୁଣ୍ଟି ପଡ଼ିଲି-। ଖଟର ତଳ ପାଖରେ ସେ ଚଟିଯୋଡ଼ାକ ରଖି ଦେଇଥିଲା। ପୀଡ଼ାରେ ଖୁବ ଘାରି ହୋଇ ପଡ଼ିଚି ସେ। ମୁଁ ଭାବିଲି ଉଦରଶୂନ୍ୟତା ଛଡ଼ା ଆଉ କିଛି ନୁହେଁ। ମୁଁ ଫେରି ଆସିଲାବେଳକୁ ଏକପଟିଆ ହୋଇ ତକିଆ ଉପରେ ସେ ଢଳି ପଡ଼ିଛି, ଆଉ ତାର ବୁଜି ହୋଇଥିବା ଆଖି ଯୋଡ଼ାକରେ ଫୁଟି ଉଠିଛି ବେଦନାର ଛାୟା-ବିଚିତ୍ର ଛବି। ମୋର ପଦଶବ୍ଦ ସେ ଶୁଣି ପାରିଲା। "ସ୍ୱିଚ୍ ଟିପି ଆଲୁଅଟା ବନ୍ଦ କରି ଦବକି! ଆଲୁଅ ପଡ଼ି ଆଖିକି ଭାରି କଷ୍ଟ ଲାଗୁଛି। "କ୍ଷୀଣ ସ୍ଵରରେ କହି ଉଠିଲା ମହିଳା। ଏତିକିରେ ଏ କଥା ସରିଲାନି। ଏହି ଘଟଣା ପରେ ସେ ପ୍ରାୟ ପ୍ରତି ରାତିରେ ମୋ ପାଖକୁ ଆସିବାକୁ ଲାଗିଲା ସମୟର ଗତିଚକ୍ରରେ ଛ' ମାସ କ୍ରମେ ଦ୍ରୁତ ଭାବରେ। ଗଣ୍ୟମାନ୍ୟ ବ୍ୟକ୍ତି, ରାଜା ମହାରାଜା, ମନ୍ତ୍ରୀ ଓ ଲାଟ୍ଙ୍କ ଭାଗ୍ୟରେ ଏପରି ଜନସମାଗମ କ୍ୱଚିତ୍ ଦେଖିବାକୁ ମିଳିଥାଏ। ଲୋକେ ଜନ୍ମଲାଭ କରନ୍ତି ଓ ମୃତ୍ୟୁମୁଖରେ ପଡ଼ନ୍ତି। କାହାର ଜୀବନ ସାର୍ଥକ ବା